ଆଜିକାଲି ମଧ୍ୟ ଏ ବିଷୟରେ ପ୍ରବାଦ ଅଛି ଯେ, ବାଙ୍କୀରାଜା ଅମେଇଁଠାରୁ କମେଇଁ ପର୍ଯ୍ୟନ୍ତ ରାଜ୍ୟ ଭୋଗ ଦଖଲ କରୁଥିଲେ। ପୂର୍ବ ସୀମାରେ ଅମଙ୍ଗେଇ ଠାକୁରାଣୀ ମହାନଦୀ ମଧ୍ୟରେ କନ୍ଦରପୁର ପାହାଡ଼ ତଳେ ଅଛନ୍ତି। ଏଠାର ପାଇକମାନେ ଥରେ ଯୁଦ୍ଧ କରିବାକୁ ଅନିଚ୍ଛୁକ ହେବାରୁ ରାଜା ସେଠାରେ ଉକ୍ତ ଠାକୁରାଣୀଙ୍କୁ ବସାଇ ଗଡ଼କୁ ଫେରି ଆସିଥିଲେ। ପଶ୍ଚିମରେ କମେଇଁ ନଦୀ ଖଣ୍ଡପଡ଼ାରେ ପ୍ରବାହିତ। ଅଧୁନା କାଳିଗିରି ନଦୀ ବାଙ୍କୀର ପଶ୍ଚିମ ସୀମା। ଏ ନଦୀ ବୈଦ୍ୟେଶ୍ଵର ନିକଟରେ ପ୍ରବାହିତ। ବାଙ୍କୀର ଉତ୍ତର ସୀମା ତିଗିରିଆର ବାଉଁଶପୁଟ ଓ ଦକ୍ଷିଣ ସୀମା ଖୋର୍ଦ୍ଧାର ପଙ୍ଗାରସିଂହ ଗଡ଼। କେଉଁ ରାଜାଙ୍କ ରାଜତ୍ୱ କାଳରେ କମାଇଁ ମୁହଁଠାରୁ କାଳିଗିରି ନଦୀ ମଧ୍ୟସ୍ଥ ସୀମା ବିଚ୍ଛିନ୍ନ ହୋଇ ଖଣ୍ଡପଡ଼ା ନୀଳମାଧବଙ୍କ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା, ତା'ର ବିବରଣ ଜଣା ନାହିଁ। ବାଙ୍କୀର ସରଣ୍ଡା ଛଅ କୋଶ ମଧ୍ୟରୁ ଆଠଗଡ଼ ରାଜା ସାତଗଡ଼ ନେଇ ଭୋଗ କରୁଅଛନ୍ତି। ଏପରି କି ଆଠଗଡ଼ ଲୋକେ କହନ୍ତି−କନ୍ତୋଲ ଗ୍ରାମସ୍ଥ ଦକ୍ଷିଣ ଚଣ୍ଡୀଙ୍କ ପଶ୍ଚିମ ପାବଚ୍ଛ ପର୍ଯ୍ୟନ୍ତ ବାଙ୍କୀର ସୀମା ଥିଲା। ପୁଣି କିମ୍ବଦନ୍ତୀରୁ ଜଣାଯାଏ ଯେ, ଆଠଗଡ଼ର କୌଣସି ରାଜା ଲକ୍ଷ୍ମୀ ପ୍ରସାଦ ଗଡ଼ କନ୍ୟାକୁ ଯୌତୁକ ସ୍ୱରୂପ ଦାନ କରିଥିବାରୁ, ଉପରୋକ୍ତ ଠାକୁରାଣୀ ବାଙ୍କୀ ରାଜାଙ୍କ ସହିତ ଯୁଦ୍ଧ କରି ବାଙ୍କୀର କେତେକାଂଶ ଆଠଗଡ଼ ରାଜାଙ୍କୁ ଦେଇଥିଲେ। ପରିଶେଷରେ ସୀମା ନିର୍ଦ୍ଧାରଣର ପ୍ରଧାନ ପୋଷକ ସ୍ୱରୂପ ଗଜପତିଙ୍କ ଶ୍ରୀଛାମୁରୁ ବ୍ରଜବିହାରୀ ଶ୍ରୀଚନ୍ଦନ ମହାପାତ୍ରଙ୍କୁ ଯେ ସନନ୍ଦ ମିଳିଥିଲା, ତାହା ନିମ୍ନରେ ଦିଆଗଲା- ମହାରାଜଙ୍କ ଶ୍ରୀଛାମୁରୁ ବ୍ରଜବିହାରୀ ସିଂହଙ୍କୁ ଚିଟାଉ ତୁମ୍ଭଙ୍କୁ ଯେ ଅନୁଗ୍ରହ କରି ଶ୍ରୀଚନ୍ଦନ ମହାପାତ୍ର ପଦ, ବାଙ୍କୀ ଜମିଦାର ଶାଢ଼ି, ଶୁକ ଛତି ଓ କଳା ଛତି, ଯାଉଁଳି ଘୋଡ଼ା, ସମଞ୍ଚା ଶିରୋପା ମଧ୍ୟ ଖଟଣୀ ପିଣ୍ଡିକ ହରିଚନ୍ଦନଙ୍କ ମାରଫତେ ଆଜ୍ଞା ଦେଲୁ। ଏ ବାଙ୍କୀ ପୃଥିବୀ କମାଇଁ ମୁହଁଠାରୁ ଅମାଇଁ ମୁହଁଯାଏ ଅମଳ କରି ମହାଶ୍ରମ ସେବାରେ ହାଜରଥିବ। ମରାତ୍ ବାପ ପରମ୍ପରା ମାଫିକେ କରିବ। ଆଉ ବିଷୟ ଏହାଙ୍କଠାରୁ ଜାଣିମ। "ଅ ଙ୍କ ମିଥୁନ ଦି ନ'' ଅଧୁନା ବାଙ୍କୀ ଓ ସରଣ୍ଡା ଏକତ୍ର ମିଶ୍ରିତ ହୋଇ ଏବଂ ଡମ୍ପଡ଼ା ମଧ୍ୟ ବିଚାର ବିଭାଗରେ ବାଙ୍କୀର ଅନ୍ତର୍ଭୁକ୍ତ ଥାଇ ବାଙ୍କୀ ନାମରେ ଅଭିହିତ ହେଉଅଛି। ବାଙ୍କୀ ଡମ୍ଫଡ଼ାର କ୍ଷେତ୍ରଫଳ ପ୍ରାୟ ବର୍ଗ ମାଇଲ; ଗତ ଜନ−ସୁମାରୀରେ ଲୋକସଂଖ୍ୟା ଓ ସରକାରଙ୍କ ଆୟ ଟ. ଙ୍କା। ନିମ୍ନରେ କେତୋଟି ପ୍ରସିଦ୍ଧ ଗ୍ରାମର ନାମ ଓ ବିବରଣ ଦିଆଗଲା। କଳାପଥର, ବ୍ରହ୍ମପୁରା, ରଗଡ଼ୀ, ତୁଳସୀପୁର, ପାଟପୁର, ବୈଦ୍ୟେଶ୍ଵର, ସୁବର୍ଣ୍ଣପୁର, ଘୋଡ଼ାବର, ଘୋଳପୁର, ରତାଗଡ଼ ଓ ମାଳବିହାରପୁର। କଳାପଥର- ବାଙ୍କୀର ପଶ୍ଚିମ ଭାଗରେ କଳାପଥର ଗ୍ରାମ ଅବସ୍ଥିତ। ଏଠାରେ ପ୍ରତି ସୋମବାର ଓ ଗୁରୁବାର ଦିନ ହାଟ ବସେ। ଖୋରଧା, ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ା ପ୍ରଭୃତିରୁ ବହୁତ ଲୋକ ଏ ହାଟରେ ଜମା ହୁଅନ୍ତି। କଳାପଥରର ଜଳବାୟୁ ସ୍ୱାସ୍ଥ୍ୟପ୍ରଦ ଓ ସୁଖକର। ଏ ଗ୍ରାମର କାରିଗରି ଅତି ସୁନ୍ଦର। ଏଠାରେ ହନୁମନ୍ତିଆ ଗୁଆକାଠି ପୂର୍ବ ସମୟରେ କଲିକତା ବଜାରରେ ବିକ୍ରୟ ହେଉଥିଲା। ବର୍ତ୍ତମାନ ଏକ ରକମ ଏ କାରିଗର ବଂଶ ଲୋପ ପାଇଲାଣି। ଏଠା ପୁଷ୍କରିଣୀର ମାଛଗୁଡ଼ିକ ବଡ଼ ମିଷ୍ଟ। ବ୍ରହ୍ମପୁରା- ଏ ଗ୍ରାମରେ ବ୍ରହ୍ମଜାତି ବହୁ ପରିମାଣରେ ବାସ କରନ୍ତି। ଏମାନେ ବୌଦ୍ଧ। ବ୍ରହ୍ମଜାତି ବହୁଳ ହୋଇଥିବାରୁ ଏ ଗ୍ରାମର ନାମ ବ୍ରହ୍ମପୁରା ହୋଇଅଛି। ଏ ଜାତି ବଡ଼ ଧନୀ ଓ ବାଣିଜ୍ୟ-କୁଶଳ। ଏଠାରେ ମଧ୍ୟ ତନ୍ତୀ ଅଛନ୍ତି। ଏମାନେ ବଡ଼ ସୁନ୍ଦର ଲୁଗା ବୁଣନ୍ତି। ସେମାନଙ୍କ ଖାଦ୍ୟ ଓ ଗାମୁଛା ଲାଗି ଏ ଗ୍ରାମ ପ୍ରସିଦ୍ଧ। ରଗଡ଼ୀ- ପ୍ରାଚୀନ ରାଜାମାନଙ୍କର ଏ ଗ୍ରାମ ଉପରେ ଅଧିକାଂଶ ସମୟରେ ରଗଡ଼ ଅଥବା ତୀବ୍ର ଦୃଷ୍ଟି ପଡ଼ୁଥିବାରୁ ଏ ଗ୍ରାମର ନାମ ରଗଡ଼ୀ ହୋଇଅଛି। ପୀତାମ୍ବର ଶ୍ରୀଚନ୍ଦନଙ୍କ ପ୍ରତିଷ୍ଠିତ ପୀତାମ୍ବରପୁର ଶାସନ ଏ ମୌଜାର ଅନ୍ତର୍ଗତ। ଏ ଗ୍ରାମରେ ଅନ୍ୟ ପାଟକର ଅନେକ ଲୋକ ମଧ୍ୟ ବାସ କରନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ସରାକ। ଏମାନେ ଭଲ ଶାଢ଼ି ବୁଣନ୍ତି। ଏହାକୁ ସରାକ ଶାଢ଼ି ବୋଲାଯାଏ। ଏ ଶାଢ଼ିଗୁଡ଼ିକ ଏପରି ସୁନ୍ଦର ଓ ମୁଲ୍ୟବାନ୍ ଯେ, ତାହା ଓଡ଼ିଶା ବାହାରେ ମଧ୍ୟ ଆଦୃତ ହୋଇଥାଏ। ସରାକୀ ଫେଟା ଓ ମାଣିଆବନ୍ଧୀ ଯଥା ମଧ୍ୟ ଏଠାରେ ମିଳେ-। ସରାକମାନେ ବୌଦ୍ଧ। ପ୍ରସିଦ୍ଧ ଠାକୁର ମହିମାମଣିଙ୍କ ମନ୍ଦିର ଏହି ଗ୍ରାମରେ ବିଦ୍ୟମାନ।